ଯଦି ତୋ ପାଖରେ ରେଜା ପଇସା ଅଛି କିଛି ହେଲେ ଦେଇଯା। କାହାକୁ ନେହୁରା ହେଲେ ବାଲି କି ସାଗୁ ଟିକିଏ ଆଣିଦବ। ଜୀବ ଥିବା ଯାଏ ତ ଲୋଭ ଅଛି। ବାପା ସେଇ ଦିନ ସକାଳେ ମୋ ପାଖକୁ ଟଙ୍କା ପଠାଇ ଥାନ୍ତି। ମୋ ପକେଟରେ ଥାଏ ଦିଖଣ୍ଡ ଦଶ ଟଙ୍କିଆ ନୋଟ। ରେଜାବି ଥିଲେ ଥିବ। ମୁଁ କିନ୍ତୁ ଖଣ୍ଡେ ନୋଟ ନାନୀ ହାତରେ ଧରାଇ ଦେଲି। ମୋ ସୀତା ନାନୀକି ଏଇ ମୋର ପ୍ରଥମ ଦବା। ଭୂତ ଦେଖିଲା ଭଳିଆ ଚମକି ଉଠିଲା ନାନୀ। ଏତେ ଟଙ୍କା କ'ଣ ହବ? ମଦୁଆ ନିଶାରୀ ମାଇପ ପାଖରେ କ'ଣ ଟଙ୍କା ରହେ? ମୁଁ କିଛି ନଶୁଣି ସାଇକେଲରେ ଚଢ଼ି ପଳାଇ ଆସିଲି। ସେଦିନ ଯେବେ ଶୁଣିଥାନ୍ତି ତା' ଡାକ, ବୁଝିଥାନ୍ତି ତା' କଥାର ଅର୍ଥ। ମଣିଷ ସବୁ ବୁଝି ପାରିବାର ବଡ଼େଇ କରେ ଅଥଚ ଅନେକ କିଛି ବୁଝିପାରେ ନାହିଁ-। ମୁଁ ତ ନାନୀକି କିଛି ଦେଇ ପାରିଛି, ତା' ପାଇଁ କିଛି କରି ପାରିଛି ବୋଲି ପବନ ପୁରା ବେଲୁନ୍ ଭଳି ଫୁଲି ଉଠୁଥିଲି। ତା' ପ୍ରତି ଘଟିଥିବା ସମଗ୍ର ଅବିଚାରର ପରିଶୋଧ ଯେମିତି ମୁଁଇ ଏକୁଟିଆ ଏଇ ଦଶଟା ଟଙ୍କାରେ କରି ଦେଇ ଆସିଛି। ଦି' ଦିନ ପରେ ଖବରକାଗଜରୁ ଘଟଣାଟା ପଢ଼ିଲି। ଏକଦା ପିଅନ ଚାକିରି କରୁଥିବା ଜଣେ ବ୍ୟକ୍ତି, ମାତ୍ର ଦଶଟଙ୍କା ପାଇଁ ନିଜ ସ୍ତ୍ରୀ' କି ବାଡ଼େଇ ଦରମରା ଅବସ୍ଥାରେ ପକେଇ ଦେଇ, ରୋଗିଣା ଛୁଆର ବିଛଣା ସମେତ ରାସ୍ତା କଢ଼କୁ ଫିଙ୍ଗିଦେଇ, ଟଙ୍କା ନେଇ ମଦ ପିଇଛି। ବିଷାକ୍ତ ମଦ୍ୟପାନ ଫଳରେ ଡାକ୍ତରଖାନାରେ ଏ ବ୍ୟକ୍ତିର ଶୋଚନୀୟ ମୁତ୍ୟୁ ଘଟିଚି। ପିଲାଟି ସକାଳୁ ମରି କାଠ ହୋଇ ଯାଇଥିଲା। ଅଚେତନ ରକ୍ତାକ୍ତ ସ୍ତ୍ରୀ ଲୋକଟିର ଅବସ୍ଥା ଅତ୍ୟନ୍ତ ଉଦ୍ବେଗଜନକ। ସମ୍ବାଦ କଡ଼ରେ ମୂର୍ଚ୍ଛିତା ସୀତାନାନୀ ଓ ତା'ର ମୃତ ସନ୍ତାନ ର ଗୋଟିଏ ଅସ୍ପଷ୍ଟ ଫଟୋ। ଠିକ୍ ତଳକୁ ଲେଖା ଅଛି-''ସମାଜର ଚେତନା ହେଉ। ନିଶାନିବାରଣ ଆନ୍ଦୋଳନ ଆହୁରି ତୀବ୍ରତର ହେଉ। " ମୁଁ କିନ୍ତୁ ଧୀରେ ଧୀରେ ଅଚେତନ ହୋଇ ଆସୁଥିଲି। ଧନୀ ମାଉସୀ ଆମ ଗାଁ ଧନୀ ମାଉସୀକି ଅନେକ ଲୋକ ଚିହ୍ନି ନଥିବେ। ଚିହ୍ନିବା ସମ୍ଭବ ନୁହେଁ ହୁଏତ ଦେଖିଥିବେ କେହି କେହି ଧନୀ ମାଉସୀ ସାବନ ବର୍ଣ୍ଣର ଚେକି ଚାକି ମାଇପିଟିଏ। ଗେଡ଼ି ବୋଲି କହି ହବ ନାହିଁ କି ଡେଙ୍ଗେଇ ବୋଲି ଅପବାଦ ଦେଇ ହବ ନାହିଁ। ତା' ଆଖି, ନାକ, ଭୃଲତା, କପାଳ, ଚିବୁକ କଣ୍ଠ ଏମିତି ସବୁଯାକ ପ୍ରତ୍ୟଙ୍ଗ ଗୋଟି ଗୋଟି କରି ଫେଡ଼ି ଦେଖିଲେ, କୋଉ ଗୋଟାକ ସେମିତି କିଛି, କାବ୍ୟିକ ଉପମାରେ ଅପୂର୍ବ ସୁନ୍ଦର ନୁହେଁ। କିନ୍ତୁ ମଣିଷଟିକି ଚାହିଁଦେଲେ ପେଟପୁରି ଉଠେ। ମନ ଭରିଯାଏ। ଭାରି ଆପଣାର ଆପଣାର ଲାଗେ। ତା' ଚେହେରା ତା' ଠାଣି ମାଣିରେ କି ଏକ ପୂରନ୍ତା ପଣ, ଅପୂର୍ବ ମାଧୁର୍ଯ୍ୟ ସଙ୍ଗେ ଅନୁପମ କାରୁଣ୍ୟ ରସ ଫେଣ୍ଟି ହୋଇ ଉଛୁଳି ଉଠୁଥାଏ ଯେମିତି। ଧନୀ ମାଉସୀ ଗୁଡ଼ାଏ ଗହଣା ଗାଣ୍ଠି ଲଗେଇବା, କି ଚକ୍ ମକ୍ ଶାଢ଼ି ପିନ୍ଧିବା, ମୁଁ କେବେ ବି ଦେଖିନାହିଁ। ସେ ସବୁ ସେ ପାଇବ କେଉଠୁ? ଧଳା, ନାଲି ପାହାଡ଼ି ଲୁଗା ଖଣ୍ଡିଏ, ପ୍ରାୟ ସେ ପିନ୍ଧେ-। ସେ ପୁଣି ସେମିତି ଧୋବ ଫର ଫର ନୁହେଁ। ଗାଁ'ର ଖାରକଚା ଅଧା